ସେ ପଇଁତିରିଶିବର୍ଷ ଏହି ସହରବଜାରର ଅସଂଖ୍ୟ ନରନାରୀଙ୍କର ପଟୁଆରରେ ଏଇ ଆପାଙ୍ଗ ଚାହାଣୀ ଥରେ ଦେଖିବାକୁ ଖୋଜିଛନ୍ତି। –ଆପଙ୍ଗ କ'ଣ ତାହାହେଲେ? –ଇଏ ହେଉଛି ନାରୀର ନାରୀତ୍ୱର ଅତି ସୂକ୍ଷ୍ମ ପରିପ୍ରକାଶ। ଇଏ ସମାଜର ପୁଲିସ ଘେରକୁ ଠକେଇ ଦେଇ ଜଣେ ଆଉ ଜଣକୁ ପଠାଉଥିବା ଇସାରା। ଏଥିରେ ଯାଏ ସ୍ନେହ, ପ୍ରୀତି, କୌତୂହଳ, କାମନା, ପ୍ରତୀକ୍ଷା, ନିବେଦନ ଓ ଅନେକ ପ୍ରାସଙ୍ଗିକ ପ୍ରଶ୍ନ। ଓଡ଼ିଆର ଅସଂଖ୍ୟ ନାରୀ–ଆଧାରିତ ଗଳ୍ପ ଓ ଉପନ୍ୟାସରେ ଅପାଙ୍ଗର ସ୍ପଷ୍ଟ ଚିତ୍ର ନାହିଁ-। ଅଥଚ ରୁଷ ମହିଳା ମହାକାଶଚାରିଣୀଙ୍କର ଭୁବନେଶ୍ୱର ରହଣୀବେଳେ ସେ ତାଙ୍କର ସ୍ୱାମୀଙ୍କୁ ଯେଉଁ ପ୍ରକାରରେ ଚାହିଁଥିଲେ ସେଥିରେ ଅପାଙ୍ଗର ନିକଟତମ ବ୍ୟଞ୍ଜନା ଦେଖା ଦେଇଥିଲା-। ଏବେ ଲେଖକ ଓ ପାଠକମାନେ ବଡ଼ ସହରର ମେଳା ମହୋତ୍ସବରେ ଅସଂଖ୍ୟ ତରୁଣ, ସ୍ୱପ୍ନାବିଷ୍ଟ, ସୁନ୍ଦର ଆଖିକୁ ଚାହିଁ ଦେଖନ୍ତୁ। ବେଶ୍ ଦେଖି ପାରିବେ ଯେ ସମାଜର ସ୍ତରେସ୍ତରେ ଏହି ବିଚିତ୍ର ଅପାଙ୍ଗ ଚାହାଣୀ କେବଳ ଆମର ହୃଦୟହୀନତା ପାଇଁ ମରି ଯାଇଛି। ନାରୀର ଆଖି ତାହାର ସୌନ୍ଦର୍ଯ୍ୟର ପ୍ରାଣକୁ ହରାଇଛି ସେଥିରେ ଖାଲି ବିଭିନ୍ନ କଳା ବୋଳି ନିଜକୁ ହରିଣ ପରି କରି କରିବାକୁ ବୃଥା ଚେଷ୍ଟା ନାରୀମାନେ କରୁଛନ୍ତି। ଏହି ଶିକ୍ଷିତା ତରୁଣୀମାନେ ସହରରେ ରହି ଶିଖିପାରି ନାହାନ୍ତି ଯେ ପଶୁଜଗତରେ ଅପାଙ୍ଗ ଚାହାଣୀ ନାହିଁ, ଆଉ ଏହି ଅଭାବକୁ ପୂରଣ କରିବାକୁ ଲେଖକମାନେ ମଧ୍ୟ ଚେଷ୍ଟା କରି ନାହାନ୍ତି। ଜୀବନର ମଧୁମଦିରା ସଂକୁଚିତ ହୋଇ ଯାଇଛି। ଏହିପରି ଅସଂଖ୍ୟ ଛୋଟିଆ ଛୋଟିଆ ଅଭାବ ଆମର ଦୈନନ୍ଦିନ ଜୀବନକୁ ଶୁଖିଲା ଓ ବିଭଙ୍ଗ କରିଦେଲଣି। ଆମର ସାଂସ୍କୃତିକ ବିଭବକୁ ପାଶୋରି ଦେଇ ଆମେ କେବଳ ଧନଦ୍ୱାରା ନିଜକୁ ସଞ୍ଜୀବିତ କରୁଛୁ। ଫଳରେ ଆମର ସାହିତ୍ୟ ତାହାର ପ୍ରତିଫଳନ ଦେଖାଉଛି। ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଯେଉଁ ଗୋଟିକ ବିଶେଷତ୍ୱ ଥିଲା ସେତକ ଆଜି ଲୁଚିଯାଉଛି। ଲେଖକମାନଙ୍କର ଦୂରଦୃଷ୍ଟି ଥିଲେ ସେମାନେ ଆମର ସାଂସ୍କୃତିକ ଅଭାବ ଓ ଅଧୋଗତି ବିଷୟରେ ଆମକୁ ସଚେତନ କରିପାରନ୍ତେ। ହେଉ ନାହିଁ। କାରଣ କଥାଟା ମନରେ ବାନ୍ଧିବା ଆଗରୁ ଲେଖକମାନେ ପରୀକ୍ଷା କୋଠରୀର ପରୀକ୍ଷାର୍ଥୀଙ୍କ ପରି ଜୀବନ ବିକଳରେ ହାତର ଘଡ଼ିକୁ ଲକ୍ଷ୍ୟ ରଖି କଲମ ଠେଲୁଛନ୍ତି। ତେଣୁ ଓଡ଼ିଆ ସାହିତ୍ୟର ନୂଆ ରୂପରେଖ ହେଲା ଅକ୍ଷର। ଅକ୍ଷରରେ ଯୋଡ଼ା ଅକ୍ଷର। ଶ୍ରୀ ସୁରେନ୍ଦ୍ର ମହାନ୍ତି, ଶ୍ରୀ ଗୋପୀନାଥ ମହାନ୍ତି ଏପରି କି ଶ୍ରୀ ଅଖିଳ ପଟ୍ଟନାୟକ ମଧ୍ୟ କ'ଣ ପାଇଁ କ'ଣ ଲେଖିଲେ ଓ ଓଡ଼ିଆ ସାହିତ୍ୟ କେତେଦୂର ନୂତନତାରେ ରୁଦ୍ଧିମନ୍ତ ହେଲା–ଏହାର ପ୍ରଚାର ଚଳାଇଲେଣି। ପ୍ରତିଭାର ଏହି ସ୍ୱୟଂସମ୍ୱର୍ଦ୍ଧନା ବେଶ୍ ଆନନ୍ଦଦାୟକ। କାରଣ ଶୋଭା ଆଖିରେ ମପା ନ ହୋଇ ତୁଣ୍ତର କଥାରେ ଓଜନ ହେଇପାରୁଛି। ପ୍ରତିକାର ହେଉଛି। ଯେ ଲେଖକମାନେ କଲମ ବନ୍ଦ କରିଦେଇ ହୁଏତ ଗୋଟିଏ ଅଳ୍ପ ପରିସର ଜାଗାରେ ମୌନ ରହି ନିଜକୁ ଓ ପରକୁ ସମୀକ୍ଷା କରନ୍ତୁ। ଖାଲି ଓଡ଼ିଶାର ସେବା କରିବେ ବୋଲି ପଢ଼ା ଛାଡ଼ି ଜୟ ଉତ୍କଳମାତାର ଜୟ–ଡାକ ଦେଲେ ଉତ୍କଳମାତା କିଛି ପାଇ ପାରିବ ନାହିଁ। ଆମେ ଏବେ ଯେପରି ଭାବରେ ଚରିତ୍ର ମାନଙ୍କର ରହସ୍ୟ ଉଦ୍ଘାଟନ କରିବାରେ ଲାଗିଛୁ ଦେଖିଲେ ବଡ଼ ଆନନ୍ଦ ଲାଗେ। ପନ୍ଦର ବରଷିଆ ପୁଅ କୋଡ଼ିଏ ବରଷିଆ ଝିଅର ଚରିତ୍ରର ରହସ୍ୟ ଉଦ୍ଘାଟନ କରୁଛି କିମ୍ୱା କୋଡ଼ିଏ ବରଷର ଯୁବତୀ ଯାଇ ଷାଠିଏ ବରଷର ବୁଢ଼ାର ଚରିତ୍ର–ରହସ୍ୟ ଉଦ୍ଘାଟନ କରିବାକୁ କହୁଛି–କ'ଣ, ଆଠଦିନରେ ଥରେ ଆସିଲେ ଚଳିବ ନାହିଁ?